ବ୍ୟବହାର କରି ଲେଖିଥିଲେ ଅଟୋପ୍ସିରେ ଛାତି ଖୋଲି ଦେଖିଲେ ଫୁସଫୁସରେ ବାୟୁ ଥିଲେ ଯେପରି ସଙ୍କୁଚିତ ହେବା କଥା ସେଭଳି ନ ହୋଇ ତାହା ମଧ୍ୟ ମ୍ୟୁକସରେ ଥିବାରୁ ଆକାର ଯଥାପୂର୍ବ ରହିଲା। ସନ ମସିହାରେ ଜନ ହସିନ ହଚିନସନ ସ୍ପାଇରୋମିଟର ଉଦ୍ଭାବନ କରିଥିଲେ ଯାହାଦ୍ୱାରା ଫୁସଫୁସର ଆୟତନ ମାପି ହେଲା କିନ୍ତୁ ବାୟୁପ୍ରବାହ ମାପି ହେଲା ନାହିଁ। ସନ ମସିହାରେ ଟିଫେନୋ ଓ ପିନେଲି ବାୟୁ ପ୍ରବାହ ମାପିବା ପଦ୍ଧତି ବର୍ଣ୍ଣନା କରିଥିଲେ। ସନ ମସିହାରେ ଆମେରିକାର ଜଣେ ଆଲର୍ଜି ବିଶେଷଜ୍ଞ ଡକ୍ଟର ଜର୍ଜ ଏଲ ୱାଲ୍ଡବୋଟ ପ୍ରଥମେ ଗୋଟିଏ ନୂଆ ରୋଗ ବିଷୟରେ ଲେଖିଲେ ଯାହାର ନାମକରଣ ଜର୍ନାଲ ଅଫ ଆମେରିକାନ ମେଡିକାଲରେ ଆସୋସିଏସନରେ ସ୍ମୋକର୍ସ ରେସ୍ପିରୋଟରୀ କରିଥିଲେ। ଏଥିରେ ପ୍ରଥମ କରି ଧୂମ୍ରପାନ ଓ କ୍ରନିକ ରେସପିରେଟରୀ ରୋଗ ସମ୍ପର୍କ ବିଷୟରେ ଆଲୋକପାତ କରିଥିଲେ। ଆଗ କାଳରେ ରସୁଣ ଡାଲଚିନି ଓ ଇପେକାକ ଦେଇ ଚିକିତ୍ସା କରୁଥିଲେ। ବିଂଶ ଶତାବ୍ଦୀର ଦ୍ୱିତୀୟ ଭାଗରେ ଆଧୁନିକ ଚିକିତ୍ସା ବିକଶିତ କରାଗଲା। ସନ ଉତ୍ତରାର୍ଦ୍ଧରେ ଏହି ରୋଗ ଷ୍ଟେର ଷ୍ଟିରଏଡ ବ୍ୟବହାର ବିଷୟରେ ପ୍ରକାଶିତ ହେଲା। ସନ ଆଇସୋପ୍ରେନାଲିନର ଅଭିପ୍ରଯୋଗ ପରେ ବ୍ରଙ୍କୋଡାଇଲେଟର ବ୍ୟବହାର ଆରମ୍ଭ ହେଲା। ସାଲବୁଟାମୋଲ ଭଳି ବ୍ରଙ୍କୋଡାଇଲେଟର ମସିହାରେ ଓ ଏଲଏବିଏ ମସିହାରେ ବିକଶିତ ହେଲା। ସିଓପିଡି ରୋଗକୁ ଧୂମ୍ରପାୟୀଙ୍କ ରୋଗ ବୋଲି ନିର୍ଦ୍ଦେଶ କରାଯାଇଛି। ଏହି ରୋଗୀଙ୍କର ପାଟଳ ବା ପିଙ୍କ ରଙ୍ଗ ଦ୍ରୁତ ଶ୍ୱାସକ୍ରିୟା ଓ କୁଞ୍ଚିତ ଓଠ ଦେଖି ତାଙ୍କୁ ପିଙ୍କ ପଫର୍ସ ଓ ଟାଇପ ଏ ରୋଗ ନାମ ମଧ୍ୟ ଦିଆଯାଇଥିଲା। କ୍ରନିକ ବ୍ରୋଙ୍କାଇଟିସ ରୋଗୀଙ୍କୁ ବ୍ଲୁ ବ୍ଲୋଟର୍ସ କିମ୍ବା ଟାଇପ ବି ନାମ ଦିଆଯାଇଥିଲା। ଏହି ଭଳି ନାମରେ ଆଜିକାଲି ସମ୍ବୋଧନ କରାଯାଉ ନାହିଁ। ଏହି ନାମକରଣ ଆଉ ବ୍ୟବହାର କରାଯାଉ ନାହିଁ କାରଣ ସିଓପିଡିରେ ଦୁଇଟି ଯାକର ମିଶ୍ରଣ ଅଛି। ଅନେକ ସ୍ୱାସ୍ଥ୍ୟ ପଦ୍ଧତିରେ ଏହି ରୋଗର ଚିହ୍ନଟ ରୋଗ ନିର୍ଣ୍ଣୟ ଓ ରୋଗୀ ଯତ୍ନରେ ଅସୁବିଧା ହୁଏ। ଏଣୁ ବ୍ରିଟେନର ସ୍ୱାସ୍ଥ୍ୟ ବିଭାଗ ଏହାକୁ ଗୋଟିଏ ମୁଖ୍ୟ ବିଚାର ବିଷୟ ବୋଲି ଚିହ୍ନଟ କରି ଏହା ନିମନ୍ତେ ନିର୍ଦ୍ଦିଷ୍ଟ କୌଶଳ ସୃଷ୍ଟି କରିଛନ୍ତି। ଆସନ୍ତା କୋଡ଼ିଏ ବର୍ଷରେ ଏହା ଦୁଇ ଗୁଣ ହେବା ଆଶା କରାଯାଏ। ୟୁରୋପରେ ମୋଟ ଚିକିତ୍ସା ଖର୍ଚ୍ଚର ଶତକଡ଼ା ତିନି ଭାଗ ଏହା ବାବଦ ଖର୍ଚ୍ଚ ହେଉଛି। ଇମ୍ୟୁନ ଦମନକାରୀ ଆଣ୍ଟିବଡି ଇନଫ୍ଲିକ୍ସିମ୍ୟାବକୁ ପରଖ କରି ଦେଖାଗଲା ଏହାର କୌଣସି ଉପକାରିତା ନାହିଁ ଅପକାରିତା ଥାଇପାରେ। ରୋଫ୍ଲୁମିଲାଷ୍ଟ ରୋଗ ମଝିରେ ମଝିରେ ଅଧିକ ହେବା ପ୍ରକ୍ରିୟା ନିୟନ୍ତ୍ରଣ କରିପାରେ କିନ୍ତୁ ଜୀବନଧାରାର ଗୁଣବତ୍ତାର ପରିବର୍ତ୍ତନ ହୁଏ ନାହିଁ। ଅନେକ ନିର୍ଦ୍ଧି ଦୀର୍ଘକାଳୀନ ଏଜେଣ୍ଟମାନଙ୍କର ବିକାଶ ପ୍ରକ୍ରିୟା ଚାଲିଛି। ଷ୍ଟେମ ସେଲ ଚିକିତ୍ସାର ଅନୁଶୀଳନ ଚାଲିଛି। ପଶୁମାନଙ୍କ ଦେହର ପରୀକ୍ଷାରେ ଏହା ନିରାପଦ ସାବ୍ୟସ୍ତ ହୋଇଥିଲେ ମଧ୍ୟ ମନୁଷ୍ୟ ଦେହ ପରୀକ୍ଷାର ସ୍ୱଳ୍ପ ଡାଟା ଅଛି। ଅନେକ ପ୍ରକାରର ପଶୁମାନଙ୍କ ଦେହ ସିଓପିଡି ରୋଗ ହୁଏ ଓ ସିଗାରେଟ ଧୂଆଁ ସ୍ପର୍ଶରେ ଆସିଲେ ଏହା ହୋଇପାରେ। ପଶୁମାନଙ୍କ ରୋଗ ସାମାନ୍ୟ ଧରଣର ହୁଏ। ଘୋଡ଼ା ଦେହରେ ଏହି ରୋଗ ନଡ଼ା ପ୍ରତି ଆଲର୍ଜି ହୋଇ ହୁଏ ଓ ତାହାର ନାମ ରିକରେଣ୍ଟ ଏୟାରୱେ ଅବଷ୍ଟ୍ରକସନ ଦିଆଯାଇଛି। ବୃଦ୍ଧ କୁକୁର ଦେହରେ ଏହା ରୋଗ ସାଧାରଣତଃ ହୁଏ।